" ପୁଣି ସେହିଆଡ଼ୁ ସ୍ଵର ଶୁଣାଗଲା.. "ଏବେ ତ ବିଧାନସଭା ଚାଲିଛି; କିଏ ଛାପିବ ଏ ଅବାନ୍ତର କଥାଗୁଡ଼ାକ? ବରଂ ଋଷିଆ ଗୁପ୍ତଚରଙ୍କର ଓଡ଼ିଆରେ ଅନୁପ୍ରବେଶ ଓ ଆଡ଼୍ଡ଼ା ବଡ଼ ମୁଖରୋଚକ ହୋଇଛି ଏତେବେଳେ... " ଅଟକିଥିବା ବିମାନ ଦୋହଲି ଉଠିଲା.. ଚାଲିଲା ସ୍ଵର୍ଗଦ୍ଵାର ଶ୍ମଶାନ ଅଭିମୁଖେ.. ରାମ ନାମ ସତ୍ୟ.. ଈଶ୍ୱର ଆଲ୍ଲା ତେରେ ନାମ୍.. ସବ୍କୋ ସନ୍ମତି ଦେ ଭଗବାନ... ଏହି ସନ୍ମତିରେ ଗୋଟାଏ ଦୃଶ୍ୟ... ପୂଜାପଣ୍ଡା ଧରଣୀଧର ଚୁପଚୁପ କରି କହିଲେ.. "ଯାଃ ଚଲିଗଲା ଲୋକଟା... ଜୀବନଯାକ ଖାଲି ଖାଣ୍ଟି ଖାଣ୍ଟି ନିରୁତା କଥା କହୁଥିଲା। କିଓ, ଆଜିକାଲି ଟିକିଏ ସଙ୍ଗୀତରେ ମିଶ୍ରଣ ନଦେଲେ, ଯିମିତି ଓଡ଼ିଶୀ ନାଚରେ ଖମ୍ଟା, ଜଣାଣରେ ଭାଟିଆରି, ଭଜନରେ ଠୁମୁରି, ଓଡ଼ିଶୀ ଗାନରେ ହିନ୍ଦୁସ୍ଥାନୀ ଦ୍ରୁତ ଟପ୍ପା... ଦାଣ୍ଡରେ ଦି'ପଇସା ମିଳିବ କି? ଲୋକଟା ଆମ ରୋଜଗାରର ପନ୍ଥା ଅନେକଟା ବନ୍ଦ କରିଦେଇଥିଲା ହୋ... " ବନ୍ଧୁ ଜଣକ କହିଲେ–"ହେଇଏ ପଣ୍ଡେ, ଲୋକଟା ଅନୁଷ୍ଠାନ ଗଢ଼ିଛି, ସରକାରଙ୍କଠାରୁ କିଛି ପଇସା ଆସେ; ତାହା ବାପ-ମା'–ଛେଉଣ୍ଡ ହୋଇଗଲା.. ମୋର ମନକୁ ଆସୁଛି ଗୋଟାଏ କଥା କହିବି? ନିର୍ଭୟରେ କହିବି? " -କହ ସାଙ୍ଗ। -ମାଡ଼ିବସିବା। -କିରେ କାହାକୁ? -ଠିକ୍, ମୁଁ ହେବି ସଭାପତି। -ମୁଁ ହେବି ସମ୍ପାଦକ। -ପାର୍ଷଦବର୍ଗ? -ଲୋକ ମିଳିବେ। -ତେବେ ଏତିକି... ଲୋକଟା ମରୁ ନାମରୁ ଏମିତି ଆମେ ଡାହାଣା ହୋଇଯିବା ନା? -ଆଗରୁ ତ ଚିନ୍ତା କରିବା କଥା? -ହଉ, ଚାଲ୍, ଶବ ପଛେ ପଛେ ଯିବା-ଉପରକୁ ଠିକ୍ ରଖି ଚାଲ୍, ଭିତରଟା ଯାହା ହେଉ ମହାତୀର୍ଥ ଶ୍ମଶାନରେ ସାଧକଙ୍କର ଚିତାଗ୍ନି ଜଳିଉଠିଲା.. ସେ ପୋଡ଼ି ପାଉଁଶ ହୋଇଗଲେ ଘରବହୁଡ଼ା ଶୋକାକୁଳ ଜୀବିତ ପ୍ରାଣୀମାନେ ଶୁଣୁଥିଲେ ମାଇକରେ ପ୍ରଚାରିତ ସ୍ତୋତ୍ର... 'ଯାବତ୍ ପବନୋ ନିବସତି ଦେହେ ତାବତ୍ ପୁଚ୍ଛତି କୁଶଳଂ ଗେହେ ଗତବତି ବାୟୌ ଦେହାପାୟେ ଭାର୍ଯ୍ୟା ବିଭ୍ୟତି ତସ୍ମିନ୍ କାୟେ। ଭଜ ଗୋବିନ୍ଦଂ ଭଜ ଗୋବିନ୍ଦଂ ଗୋବିନ୍ଦଂ ଭଜ ମୂଢ଼ମତେ। ' ହେ ବନ୍ଧୁ, ଦେହରେ ପ୍ରାଣପବନ ଥିବାଯାଏ ଘରର ଲୋକେ ତୋ'ର କୁଶଳ ପୁଚ୍ଛା କରୁଥିବେ। ମାତ୍ର ତାହା ଉଡ଼ିଯିବା ପରେ ନିଜ ସ୍ତ୍ରୀ ମଧ୍ୟ ତୋ'ର ଦେହକୁ ଦେଖି ଭୟକରିବ। ହେ ବନ୍ଧୁ, ପୁନଃ ପୁନଃ ଜନ୍ମ, ପୁନଃ ପୁନଃ ମୃତ୍ୟୁ, ଜନନୀ ଜଠରରେ ପୁନଃ ପୁନଃ ଶୟନ… ଏହିଭଳି ପୁନରାବର୍ତ୍ତିତ ଦୁସ୍ତର ସଂସାର-ସାଗରରୁ, ହେ ମୁରାରି, ମତେ ଉଦ୍ଧାର କର… -ଆଜ୍ଞା ଚାନ୍ଦା? -କି ଚାନ୍ଦା? -ସ୍ୱର୍ଗତ ସଙ୍ଗୀତ ସାଧକଙ୍କର ଶୋକସଭା ପାଇଁ କିଛି ଚାନ୍ଦା। -ଉଦ୍ଦେଶ୍ୟ? -ଦରିଦ୍ରନାରାୟଣ ଭୋଜନ… -ଠିକ୍ ଅଛି, ନିଅ… -ଧନ୍ୟବାଦ, ଆପଣଙ୍କର ସୌଜନ୍ୟ ବିରଳ। ସମାଦୃତ ସୌଜନ୍ୟର କେତେଗୁଡ଼ିଏ ଅର୍ଥ ଆଦାୟ ହୋଇଗଲା। ଶୋକସଭାର ସ୍ଥାନ ସେହି ସିଂହଦ୍ୱାରର ଚକଡ଼ା.. ଭଲ ଜାଗାଟିଏ… ପତିତପାବନଙ୍କର ଆଖିଆଗରେ ସାଧକଙ୍କ ପାଇଁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯିବ। ମାଇକ୍, ଆଲୁଅ, ରେକର୍ଡ଼, ରିକ୍ସା, ଫଟୋ, ଫୁଲମାଳ, ଧୂପବତୀ… ନିରୂପିତ ସମୟରେ ଘଣ୍ଟାଏ ପରେ ସବୁ ଆସିଗଲା… ସ୍ୱଚ୍ଛାସେବକମାନେ ଚିତ୍କାର କଲେ… ଉଠ, ଉଠ; ଆବେ ଶୋଇଛ କଅଣ? ତମେ ସବୁ। ଜାଣନା ଯେ ଆମର ପ୍ରିୟ ସାଧକ ଚାଲିଗଲେ? ତାଙ୍କ ପାଇଁ ଏଠି ଶୋକସଭା ହେବ? କିରେ ରାମ, ମୁଦୁଲି, ତମକୁ କଅଣ କୁହାଯାଇଥିଲା, ଆଉ ତୁମେ କରିଛ କଅଣ? ଚଉତରା ଉପରେ ମାଳମାଳ ଲଙ୍ଗଳା, ଅଧଲଙ୍ଗଳା କୁଷ୍ଠରୋଗୀ ରୋଗିଣୀ। ଛିଣ୍ଡା କନ୍ଥା, ଭଙ୍ଗା ଆଟିକାରେ ତାଙ୍କର ସର୍ବସ୍ୱ ସମ୍ପାଦିତ ମାନବତ୍ଵ ଶୋଭାପାଉଛି। ମାଇପିଟିଏ-ସ୍ତନ ଥାଇ ନିଃସ୍ତନା; ତାକୁ ରେକୁଟି ଖାଉଛି ଛଅମାସର ମଣିଷଛୁଆ। ସେ ସ୍ତ୍ରୀଲୋକ ପାଟି କରୁଛି, ମୋ ପେଟକୁ ମାରୁଛି-ମତେ ଟିକିଏ ପାଣି ଦିଅ, ମୁଁ ଉଠିପାରୁନି। ମରିଗଲି, ମରିଗଲି… କୁକୁର ଦୁଇଟା ଚଳନଶୀଳ ସେହି ମଣିଷ ରୂପର ପ୍ରାଣୀମାନଙ୍କୁ ଶୁଙ୍ଘିଯାଇଛନ୍ତି ସେମାନେ। ବୁଢ଼ା କୁନ୍ଥାଉଛି, ତା କାନରେ ସ୍ଵଚ୍ଛାସେବୀମାନଙ୍କର ଚିତ୍କାର ଶୁଭୁଛି। ସେ କହିଲା–ଆମେ ଆଉ କୁଆଡ଼େ ଯିବୁ? ମଠର ମାହାର୍ଦ ଆସିଯିବ। କିନ୍ତୁ ମିଟିଂର ଉଦ୍ୟୋକ୍ତାମାନଙ୍କ ପକ୍ଷରେ ଗୁରୁକର୍ତ୍ତବ୍ୟ ଥିଲା ଶୋକସଭାର ପ୍ରସ୍ତୁତି… ବିଳମ୍ବ ହୋଇଗଲାଣି, ତେବେ ଆତ୍ମା ଅତୃପ୍ତ ରହିଯିବ–ସଭାପତି ଆସିଗଲେଣି। ବକ୍ତାଗୁଡ଼ାକ ଶୋକ ଝରାଇବା ପାଇଁ ମନେ ମନେ ଭାଷଣ–ପ୍ରସ୍ତୁତିରେ ଲାଗିଛନ୍ତି। କିଏ ଖଣ୍ଡିଏ ବାଉଁଶ ଧଡ଼ା ନେଇ ଆସିଲା। ନେଃ… ଦିଟା କଷିଦେ… ଏଗୁଡ଼ାକ ଉଠିଯିବେ। କଣ୍ଠଶିଳ୍ପୀ–ସାଧକଙ୍କର ନିଜ କଣ୍ଠର ରେକର୍ଡ଼ ନିନାଦିତ ହେଲା 'କ୍ଷମାନୁକମ୍ପା… ' କ୍ଷମା?